ସମାଜରେ ଛିଡ଼ା ହୋଇପାରିବାର ଶକ୍ତି ଦେବି। କିନ୍ତୁ ମୋର ସେହି କଥା ଯେ କେତେଦୂର ସଫଳ ହୋଇପାରିବ, ତାହା ଚିନ୍ତା କରିନଥିଲି। କାରଣ ଘରୁ କଲେଜ ଆଉ କଲେଜରୁ ଘର ଭିତରେ ମୋର ପରିସର ହିଁ ସୀମାବଦ୍ଧ ହୋଇ ରହିଥିଲା। ବାହାର ଦୁନିଆ ବିଷୟରେ କିଛି ଜାଣିବାର ଉପାୟ ମୋର ସେତେବେଳେ ନଥିଲା। ତା ପରେ ଯେତେବେଳେ ମୋର ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍ ନେଇ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରୁ ଅଫିସ୍ ପରେ ଅଫିସ୍ ବୁଲି ନିଶରାଶାର ବାଣୀ ଶୁଣିବାକୁ ଲାଗିଲି, ସେତେବେଳେ ମୋର ଚତୁର୍ଦ୍ଦିଗ ଆହୁରି ଅନ୍ଧକାର ଦେଖାଗଲା। ସେଥିରେ ବି ଅର୍ଥର ପ୍ରୟୋଜନ। ସରକାରୀ ସଂସ୍ଥାରେ କାମ କରିବାକୁ ଗଲେ ଖୁବ୍ କମ୍‌ରେ ପାଞ୍ଚ ଶହରୁ କମ୍ ନୁହେଁ କିନ୍ତୁ ସେତେବେଳେ ପାଞ୍ଚଟା ପଇସା କାହାରିକୁ ଦେବାର ମୋର ଶକ୍ତି ନଥିଲା। ବରଂ ଘରଭଡ଼ା ବାବଦ ଯେଉଁ ତିନି ଶହ ଟଙ୍କା ମାସ ପହିଲାରେ ଆଦାୟ ହେଉଥିଲା, ସେଥିରୁ ପଚାଶ, ଷାଠିଏ ଟଙ୍କା ରିକ୍ସା, ଟ୍ରାମ୍ ତଥା ଟ୍ୟାକ୍ସି ଫେୟାର୍‌ରେ ଉଡ଼ିଯାଉଥିଲା। ଶେଷରେ ସରକାରୀ ଅନୁଷ୍ଠାନ ଆଶା ପରିତ୍ୟାଗ କରି ବେସରକାରୀ ସଂସ୍ଥା ଉଦ୍ଦେଶ୍ୟରେ ଘୂରି ବୁଲିଲି। ବହୁ ଅନ୍ୱେଷଣ ପରେ ଗୋଟିଏ ଜୁଏଲାରୀ ସପ୍‌ରେ ମାସକୁ ଶହେ ତିରିଶ ଟଙ୍କା ଦରମାରେ ସେଲ୍ସମ୍ୟାନ୍ ଚାକିରିଟିଏ ଯୋଗାଡ଼ କରିପାରିଲି। ତାହା ପୁଣି ଆମ ଘରଠାରୁ ଦେଢ଼ ମାଇଲ୍‌ରୁ କମ୍ ଦୂର ନୁହେଁ। ସକାଳ ସାତରୁ ଦିନ ବାର, ଆଉ ସନ୍ଧ୍ୟା ପାଞ୍ଚରୁ ରାତି ନଅ। ଚାଲି ଚାଲି ଯିବା କୌଣସିମତେ ସମ୍ଭବ ନଥିଲା। ତେଣୁ ଟ୍ରାମ୍ ଅଥବା ରିକ୍ସାରେ ମାସକୁ ତିରିଶ ଟଙ୍କା ଚାଲାଉ ଚାଲିଯାଉଥିଲା। ଯାହା ହେଉ, ଏକ ପ୍ରକାର ଭାଇ ଭଉଣୀମାନଙ୍କର ପଢ଼ାପଢ଼ି ସେତିକିରେ ଚଳିଯିବାକୁ ଲାଗିଲା। ସେଥିରୁ କିଛି କିଛି ରଖି ମୁଁ କୌଣସି ଏକ ସରକାରୀ ଅନୁଷ୍ଠାନରେ ଉତ୍କୋଚ ଦେଇ ଭର୍ତ୍ତି ହେବାକୁ ଚାହୁଁଥିଲି। କିନ୍ତୁ ସେ ସମୁଦ୍ରକୁ ଶଙ୍ଖେ ପାଣି ଭଳି। ଏ ଆଡ଼େ ଜୁଏଲାରୀ ଦୋକାନର ମାଲିକ ତଥା ତା ପୁଅମାନଙ୍କର ମୋର ଏହି ରୂପ ଲାବଣ୍ୟ ଉପରେ ଯେଉଁ କ୍ଷୁଧିତ ଦୃଷ୍ଟି ଘୂରି ବୁଲୁଥିଲା, ତାହା ସହ୍ୟ କରିବା ମୋ ପକ୍ଷରେ ଅସମ୍ଭବ ହୋଇଉଠୁଥିଲା। ଦିନେ ତାହା ଚରମ ସୀମାରେ ଯେତେବେଳେ ପହଞ୍ଚିଲା, ମୁଁ ସେତେବେଳେ ତା ପୁଅ ଗାଲରେ ଏକ ନିର୍ଘାତ ଚାପୁଡ଼ା ଲଗାଇ ଦେଇ ଏକପ୍ରକାର ଟଳି ଟଳି ରାସ୍ତା ଉପରକୁ ଓହ୍ଲାଇ ଆସିଲି। ସେମାନଙ୍କ କ୍ଷୁଧିତ ଆତ୍ମା କବଳରୁ ମୁଁ ସିନା ମୁକ୍ତିଲାଭ କରି ଆସିଲି କିନ୍ତୁ ମୋର ଭାଇମାନଙ୍କର ଭବିଷ୍ୟତ। ସେଦିନ ଟ୍ରାମ୍ ଭଡ଼ା ପାଇଁ ବି ମୋ ନିକଟରେ ପଇସାଟିଏ ନଥିଲା। କାରଣ ପ୍ରତିଦିନ ଆସିଲାବେଳେ ମୁଁ ଦୋକାନରୁ ଆଣିଥାଏ, ଆଉ ମାସ ଶେଷରେ ତାହା ସେମାନେ କଟାଇ ନେଇ ଅବଶିଷ୍ଟ ଦେଇଥାଆନ୍ତି। ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ଚିନ୍ତାରେ ମୁଁ ଯେତେବେଳେ ମହାନଗରୀର ଜନପଥ ଅତିକ୍ରମ କରୁଥିଲି, ହଠାତ୍ ମୋ ପଛରେ ଗୋଟିଏ ବ୍ରେକ୍ କରିଯିବାରୁ ମୁଁ ଏକପ୍ରକାର ଚମକିଉଠି ଛିଡ଼ା ହୋଇଗଲି। ସେହି ଗାଡ଼ି ଚଳାଉଥିଲା କିଏ ଜାଣ? ତୁଷାରକାନ୍ତିଙ୍କୁ ଏକ ପ୍ରଶ୍ନଭରା ଦୃଷ୍ଟି ନେଇ ସେ ଅନାଇ ରହିଥିଲା। ତୁଷାରକାନ୍ତି କିନ୍ତୁ ସ୍ପନ୍ଦନହୀନ ଭାବେ ଲୀଳାର କଥାରେ ଏତେ ଅନ୍ୟମନସ୍କ ହୋଇପଡ଼ିଥିଲେ ଯେ, ହଠାତ୍ ଯେ ସେ କଣ ପଚାରିଉଠିଲା, ଚିନ୍ତା କରି ନ ପାରି ନିର୍ବୋଧଙ୍କ ଭଳି ତାକୁ ଅନାଇ ରହି କହିଲେ, କଣ କହିଲ ଲୀଳା? ସେହି ଗାଡ଼ିର ଚାଳିକା କିଏ ଥିଲା ଜାଣ? ମାନେ ତମ ପଛରେ ଯେଉଁ ଗାଡ଼ିଟି ବ୍ରେକ୍ କରି ରହିଯାଇଥିଲା? ହଁ, ତାହାର ଚାଳିକା ନୁରୁ ବେଗମ୍। ନୁରୁ